ସେଇ କେଦାର ଆଉ ଗୌରୀର ସ୍ମୃତିକୁ ଉଦ୍ଜୀବିତ କରୁଛି ଗଛଲତା ଫୁଲ ଭରା ଏଇ ଛୋଟ ପାର୍କଟି। ସେଇ ସମୟରେ ଜଣେ ବୃଦ୍ଧ ଆସି ମୋ' ପାଖରେ ବସି ଯିବାରୁ ମୋ' ଭାବନା ଏକ ଅମିତ୍ରାକ୍ଷର ଛନ୍ଦରେ ସମାପ୍ତ ହେଲା। ବୃଦ୍ଧଙ୍କ ଆଡ଼େ ଚାହିଁଲି। ମଳିନ ବାସ, ଧୁଡ଼ୁ ଧୁଡ଼ୁ ଚମ, ପାକୁଆ ପାଟି। ସତେ ଯେମିତି ଥକା ହୋଇ ସେ ମୋ' ପାଖରେ ବସି ଯାଇଛନ୍ତି। ତାଙ୍କ ଆଡ଼େ କିଛି ସମୟ ଚାହିଁ ପଚାରିଲି-ଆପଣ? 'ମୁଁ ଆଜ୍ଞା ମନୋହର ମନୋହର ଦାସ। ଏଇ ଆଗରେ ଖଣ୍ଡେ ଛପର ଘର କରି ରହିଛି। ବେଳେବେଳେ ଏଇ ଆଡ଼େ ଚାଲି ଆସେ। ଆପଣ କ'ଣ କରନ୍ତି? -ମୁଁ ପଚାରିଲି। 'ଏ ବୟସରେ ଆଉ କ'ଣ କରିବି ଆଜ୍ଞା; ପୁଅ ରୋଜଗାରରେ ପେଟ ପୋଷୁଛି। ' ଆଗରୁ କିଛି କରୁଥିଲେ? ଜଣେ ବାବୁଙ୍କ ଅଡ଼ର୍ଲି ଥିଲି। ବର୍ଷ ହେବ ରିଟାୟାର୍ଡ଼ କଲିଣି। ଯାହା ହେଉ ବାବୁଙ୍କ ଦୟାରୁ ପୁଅଟି ଚାକିରି ପାଇଯାଇଛି। ବାପ ବୋଲି ମାନିଛି। ନ ହେଲେ ଆଜ୍ଞା ରାସ୍ତା କଡ଼ରେ ଭିକ ମାଗୁଥାନ୍ତି ଏବେ। ତା'ପରେ ମୋତେ ପଚାରିଲେ-ଆପଣ? ମୁଁ ମୋ' ପରିଚୟ ଦେଲି ସଂକ୍ଷେପରେ। ଠିକ୍ ସେତିକିବେଳେ ଭିକାରୁଣୀଟିଏ କୁଆଡ଼ୁ ଆସି ପହଞ୍ଚି ଗଲା। ମନୋହର ପଚାରିଲେ-ରାଧି ତୁ ଫେର୍ ଏଠିକି ଆସିଲୁ? 'କ'ଣ ଆଉ କରିବି? ନିଆଁ ଲଗା ଯମ କ'ଣ ମୋତେ ନଉଛି। ' କହି ସେ ମୋ' ଆଡ଼କୁ ଚାହିଁ କହିଲା-ବାବୁ, ଟଙ୍କାଟିଏ ଦିଅ। ଈଶ୍ୱର ତମର ମଙ୍ଗଳ କରିବେ। ସେ ତ ଭିକ୍ଷା ନୁହେଁ, ଯେମିତି ଟଙ୍କାଟିଏ ପାଇଁ ଦାବୀ ଥିଲା। ମନା କଲି; କିନ୍ତୁ ମନେ ମନେ ଭାବିଲି ଭିକାରୀମାନେ ବି ବଞ୍ଚିବା ପାଇଁ ଏବେ ଦାବୀ କଲେଣି। ରାଧିକୁ ସିନା। ପଇସା ଦେଲିନି, କିନ୍ତୁ ମନେ ମନେ ତା' ସାହସକୁ ବଧେଇ ଜଣେଇଲି। ପ୍ରତ୍ୟେକ ଓଡ଼ିଆ ଏମିତି ଦାବୀ କରି ବଞ୍ଚି ଶିଖନ୍ତେନି? ରାଧି ମୋ' ଆଡ଼ୁ ଆଖି ଫେରାଇ ନେଇ ମନୋହର ଆଡ଼େ ଚାହିଁ ନିର୍ବିକାର ଚିତ୍ତରେ କହିଗଲା-ଦେଖିଲୁ ତ ମନୋହର ଏ ବଡ଼ ଲୋକମାନଙ୍କୁ। ଏ ମାନେ ଖାଲି ସମସ୍ତଙ୍କଠୁଁ ନେଉଥିବେ କାହାକୁ କିଛି ଦେବେନି। ଆଜ୍ଞା, ତୋ' ପାଖରେ ଚା' କପେ ପାଇଁ ପଇସା ନାହିଁ? ମନୋହର କିଛି ନ କହି ପକେଟରୁ ପାଞ୍ଚଟଙ୍କିଆ ନୋଟ୍ଟିଏ କାଢ଼ି ରାଧି ଆଡ଼େ ବଢ଼େଇ ଦେଲେ। ରାଧି ସେ ନୋଟ୍ଟିକୁ ଦେଖି କହିଲା-ତୁ କ'ଣ ଏବେ ରୋଜଗାର କରୁଛୁ ଯେ ଏତେ ଦାନ କରିବୁ? ତୁ ତ ତୋ' ପୁଅ ହାତକୁ ଅନେଇ ବସିଛୁ। ନେ, ନେ ରଖ ତୋ' ଟଙ୍କା। ମୋର କପେ ଚା' ଦରକାର। ତିରିଶି ପଇସା ହେଲେ ଚାଲିଯିବ। ତୋ' ଠୁଁ ପାଞ୍ଚଟଙ୍କା ନେଇ ଧାରୁଆ ହେବି କାହିଁକି? ମନୋହର କହିଲେ-ଆଜି ପେନ୍ସନ୍ ଟଙ୍କା ମିଳିଛି। ନେ, ଖାଇବୁ ନେ। ରାଧି ଓଠରେ ହସର ସରଧାଟିଏ ଦେଖାଗଲା। କହିଲା-ସତରେ ମନୋହର, ଦୁଃଖୀ ସିନା ଏକା ଦୁଃଖୀର ଦୁଃଖ ବୁଝେ। ଏ ବଡ଼ଲୋକଙ୍କୁ ନିଜ ସୁଖ, ନିଜ ସ୍ଵାର୍ଥ ଛଡ଼ା ଆଉ କିଛି ଦିଶେନି। ନିଜ ସ୍ୱାର୍ଥଟି ହାସଲ ହୋଇଗଲାପରେ କିଏ ମଲା କି ଗଲା ସେଥିରେ ତାଙ୍କର କ'ଣ ଯାଏ ଆସେ? ତୋ' ପିଲାପିଲି ଭଲ ଅଛନ୍ତି ତ? 'ହଁ, ଠାକୁରଙ୍କ ଦୟାରୁ ଭଲ ଅଛନ୍ତି। ରାଧି ଠାକୁରଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି କହିଲା-ଠାକୁରେ ସେମାନଙ୍କର ମଙ୍ଗଳ କରନ୍ତୁ। ତା'ପରେ ଟିକିଏ ଚୁପ୍